ଓଧ ଆଉ ଭୁଆଁ ଭିତରେ ହୁଏ ତ କିଛି ସମାନ ଦିଶିବ। ଅସୁର–ବାମନ ରୂପ ଆଉରି ଅଲଗା। କଲେଜ ତରୁଣଙ୍କର ସଭାର ଥାକଥାକିଆ ତାଳିମାଡ଼ପରି ତିନି ପ୍ରକାରର ହସରେ ଘରଟି ତରଙ୍ଗାୟିତ ହେଲା। ଅଳକା ଉଠି ଠିଆ ହେଲା–ହଉ, ଏଥର ମେଳା ଭାଙ୍ଗିବା। ତମେମାନେ ଏତେ ସ୍ୱାଧୀନତା ଦେଲେ ବି ସ୍ୱାଧୀନ ହେଇ ପାରିଲ ନାହିଁ। ତମର ଡର ରହୁଛି ମନରେ। ନିଶାପାଣି ମଧ୍ୟ ତୁମକୁ ସାହସୀ କରିପାରୁ ନାହିଁ। –ଆମେ ପରା ଗରିବ। –ସାହସ ଟଙ୍କାରେ ନ ଥାଏ। ମୁଁ ଏବେ ବୁଝିପାରୁଛି ମାନିନୀ ସାଙ୍ଗରେ ଭଜକୃଷ୍ଣର କ'ଣ ପାଇଁ ଗୋଳମାଳ ହେଲା–ଭୟାଳୁ ଭଜକୃଷ୍ଣର ଭୟ ତା'କୁ ଫୋପାଡ଼ି ଦେଲା। –ମାନିନୀ ଦେବୀ କ'ଣ ସେଇଆ କହିଲେ? –ରମାକାନ୍ତ, ତୁମେ ଅତି ଅବିବେକୀ। ଗୋଟାଏ କଥା ମନେ ରଖିଥିବ ଯେ, କେବେହେଲେ ଗୋଟିଏ ସ୍ତ୍ରୀ ଆଉ ଜଣେ ସ୍ତ୍ରୀକୁ ପ୍ରୀତିର ଗୋପନ କଥା କହିବ ନାହିଁ। ତୁମେମାନେ ମତେ ସୂଚନା ଦେଇ କହି ନ ଥିଲେ ମୁଁ କ'ଣ କେବେ କିଛି ହେଲେ ଜାଣିଥାନ୍ତି? ଭଜକୃଷ୍ଣର ମୁହଁଟି ଶୁଖିଗଲା। –ଆହା, ଭଲରୁ ମନ୍ଦ ହୋଇ ଯାଉଛି। ଏଇ ଭଦଭଦଳିଆ ଚଢ଼େଇ,–ଏଇ ହଳଦୀବସନ୍ତ ଚଢ଼େଇ ମିଛର ସୂଚନା। ଭଲ କାହିଁ? –ଭାବୁଛ କ'ଣ ଭଜକୃଷ୍ଣ? ମୁଁ ଜାଣିଗଲି ବୋଲି। ମୋର ସନ୍ଦେହ ଥିଲା। ତେବେ ତମେ କିଏ, କେଉଁଠି–ମୁଁ ଜାଣି ନ ଥିଲି। ମାନିନୀ ଥରେ ପଦେ ଖସାଇ ଦେଇଥିଲା–କଲେଜ ପିଲାଙ୍କୁ ଘରପଢ଼ା ମାଷ୍ଟ୍ର କରିବ ନାହିଁ–ସେତିକି। –ତମେ ପରା ଏଡ଼େ ବନ୍ଧୁ? –ଆରେ, ବନ୍ଧୁତା ହେଉଛି ଏବେ ଆଧୁନିକ ଯୁଗରେ ବାହାରିଆ ଜିନିଷ। ଇଏ ପୁରୁଣାକାଳିଆ ବନ୍ଧୁତା ନୁହେଁ। ଏବେ ବନ୍ଧୁତା ହେଉଛି ଦେହର ସାଥି, ସୁଖର ସାଥି, ମଉଜର ସାଥି, ଦୁଃଖର ସାଥି–କିନ୍ତୁ ଅଭେଦ ସାଥି ନୁହେଁ। ତନ୍ମୟ ହୋଇ ଦୁଇଜଣ ଚାହିଁଥିଲେ ଅଳକାକୁ।... ଆଖିରେ ଆଖି ରଖି ଅଳକା କହିଲା–ଖାଲି ପୁରୁଷ ଓ ସ୍ତ୍ରୀ'ର ବନ୍ଧୁତାରେ ଏହି ନିୟମ ଖଟେ ନାହିଁ। ସେଠି– –ଜଣେ ଆଉ ଜଣକର। ଦେହରେ ଓ ମନରେ। ଦିହେଁ ଯାକ ଖୁସି ହେଇ କହିଲେ। ଦିହେଁ ଭାବୁଥିଲେ–ଅଳକା ତାଙ୍କର। ଆନନ୍ଦର ଦିନ। ଆଜି ଆନନ୍ଦରେ ଆରମ୍ଭ ହୋଇଛି। କାହା ମୁହଁ ଚାହିଁ ଉଠିଥିଲି କେଜାଣି? –ଏତେ ସୁନ୍ଦର ମଣିଷ,–ଏତେ–ସୁନ୍ଦର କଥା–ଏତେ ସୁନ୍ଦର ବ୍ୟବହାର–ବିଭତ୍ସତା ନାହିଁ, ଅଭଦ୍ରାମି ନାହିଁ। ହାତ ଓଠ ଧରାପରା ନାହିଁ–ଭଲ ଦିନ–ଧନ୍ୟବାଦ। –ଆମେ ବି ଉଠି ସକାଳେ ହଳଦୀବସନ୍ତ ଆଉ ଭଦଭଦଳିଆ ମୁହଁ ଦେଖିଥିଲୁ।... ଆଜିକାର ଘଟଣାବହୁଳ ଦିନଟିଏ କେବେହେଲେ ଘଟି ନ ଥିଲା। –ସରି ନାହିଁ ବନ୍ଧୁ। ଆର ଓଳି ଠିକ୍ ପାଞ୍ଚଟା ବେଳେ ପହଞ୍ଚିବ ଏଠି।... ଭୁଲିବ ନାହିଁ ସେତେବେଳେ ମୁଁ କହିବି ଏଇ ଶୁଭ ଚଢ଼େଇ ପ୍ରକୃତରେ ଶୁଭ କି ନୁହେଁ। ମୁଁ ସେମାନଙ୍କୁ ଏତେ ଲକ୍ଷ୍ୟ କରେ ନାହିଁ। –ସେମାନେ ଭାଗ୍ୟହୀନ ଆଉ ଛୋଟ ମଣିଷର ଆଶା, ଭରସା ଓ ଆନନ୍ଦର ପ୍ରତୀକ। ସେମାନେ ଚାଲିଗଲା ବେଳେ ତାଙ୍କୁ ପଛରୁ ଚାହିଁ ଅଳକା ଦୀର୍ଘନିଶ୍ୱାସଟିଏ ପକାଇ ଠିଆ ହେଇ ରହିଲା। ଫାଟକ ଖୋଲିଲା ବେଳେ ଦିହେଁ ପଛକୁ ବୁଲିପଡ଼ି ଚାହିଁଥିଲେ–ଅଳକା ରୁମାଲ ହଲାଇ ସେମାନଙ୍କୁ ସଙ୍କେତ ଦେଇଥିଲା। ସେ ମଧ୍ୟ ସଚେତନ ଅଛି ସେମାନଙ୍କ ବିଷୟରେ। ତାଙ୍କର ମଧ୍ୟ ଅଭିଯୋଗର କାରଣ ନାହିଁ। ଆସିଥିଲେ ଆଗନ୍ତୁକ ହିସାବରେ–ଫେରିଗଲେ ବଂଧୁ ହେଇ। ଦରକାର ହେଲେ ଏମାନେ ଅଳକା ପାଇଁ ଜୀବନ ଦେଇ ପାରିବେ। ଏଇ ଉତ୍ସାହ ଦେଖିଲେ ଅନ୍ୟ ଲୋକ କହିବେ ଅଳକା ସେମାନଙ୍କର ଶଯ୍ୟାସଙ୍ଗିନୀ। ଶଯ୍ୟାସଙ୍ଗିନୀ ପାଇଁ କେହି ଜୀବନ ଦେବାକୁ ଯାଏ ନାହିଁ। ସଂସାରର ଲୋକମତ ଏଇଠି ବେତାଳିଆ ହେଇ ନିନ୍ଦା ପରେ ନିନ୍ଦା ଆଣି ଲଦିଦିଏ। ଅଳକା ପରି ଲୋକଙ୍କ ଉପରେ କେତେ ଅପବାଦ ଆଣି ସେମାନେ ଠୁଳାଇ ନ ଦେଇଛନ୍ତି–ଏମାନେ ତରୁଣୀ ନୁହନ୍ତି। ବ୍ୟଭିଚାରିଣୀ ନାରୀ। ଏମାନଙ୍କର ନିଶ୍ୱାସରେ ବିଷ ପ୍ରସରେ। ଏମାନେ ପାପୀ ଓ ଘୃଣ୍ୟ। ଅପଯଶର ଡର ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଛି ଅନେକ ଦିନରୁ ହଲିଲା ପାଣି ଉପରର ଆକାଶର ଛବି ପରି। ଏବେ ଅପଯଶ ସେହି ଦୁଆରମାନଙ୍କୁ ଆସିଲା ବେଳେ ଥରି ଥରି ପଚାରେ–ମତେ ଡରୁଛ କି? କିଏ କହିବ ଯେ ଏବେ ଅପଯଶ ଏମାନଙ୍କ ପାଖରେ କେବଳ ଗୋଟାଏ ଅର୍ଥବାଚି ଶବ୍ଦଟିଏ। ଖୋଲା ଫାଟକକୁ ବନ୍ଦ କରିବା ପାଇଁ ଅଳକା ଚାଲି ଚାଲି ଆସୁଥିଲା।